ସେହି ଦିନୁ ସେ ପିଞ୍ଜରାରେ ସିଂହ ଓ କୁକୁର ସାଙ୍ଗ ହୋଇ ରହିଲେ। ସିଂହକୁ ଯାହା ଖାଇବାକୁ ଦିଆଯାଏ, କୁକୁର ସେଥିରୁ ଭାଗ ପାଏ। ସିଂହ କୁକୁରକୁ ଚାଟେ; କୁକୁର ବି ସିଂହକୁ ଚାଟେ। ସେ ଶୋଇଥିଲା ବେଳେ ତା'ଉପରେ ଚଢ଼ି କୁଦି ହୁଏ। ଦୁହେଁଯାକ ମନକୁ ମନ କେତେ ଖେଳନ୍ତି। ଦିନେ କି ଦୁଇ ଦିନ ନୁହେଁ, ତିନି ବର୍ଷଯାଏ ସେମାନେ ଏହିପରି ଏକାଠି ଥିଲେ। କୁକୁରଟା କ୍ରମେ ରୋଗିଣା ହୋଇଗଲା, କିଛି ଖାଇଲା ନାହିଁ-କେବଳ ଗୋଟିଏ ସ୍ଥାନରେ ପଡ଼ିରହିଲା। ସିଂହ ସବୁବେଳେ ତାକୁ ଚ। ଟୁଥାଏ, ତା' ପାଖରେ ଜଗି ରହିଥାଏ। କୁକୁରଟି ଦିନେ ମରିଗଲା। ଲୋକେ ପିଞ୍ଜରାରୁ ତାକୁ ବାହାର କରି ନେଇ ଫୋପାଡ଼ି ଦେଲେ। କୁକୁରକୁ ନ ଦେଖି ସିଂହ ଅଥୟ ହେଲା, କିଛି ଖାଇଲା ନ। ହିଁ। ଯେତେ ଯାହା ଉପାୟ ହେଲା, କୌଣସିଥିରେ ତା' ମନ ବଦଳିଲା ନାହିଁ। ଲୋକେ ଆଉ ଗୋଟାଏ କୁକୁର ପିଞ୍ଜରା ମଧ୍ୟରେ ପୁରାଇ ଦେଲେ। ସିଂହ ରାଗରେ ତାକୁ କାମୁଡ଼ି ଟିକିଟିକି କରି ପକାଇଲା। କୁକୁରକୁ ଝୁରିଝୁରି ଶେଷରେ ସିଂହଟି ମରିଗଲା। ଆଗେ ଲୋକମାନେ କିଣାବିକା ହେଉଥିଲେ। ଯାହାର ବେଶୀ ପଇସା ଥାଏ, ସେ ବଜାରରୁ ଚାକର ଚାକରାଣୀ କିଣି ଆଣେ। ସେମାନଙ୍କୁ ଘରେ ରଖି ନିଜ କାମ କରାଏ। ସେମାନଙ୍କୁ ମାଡ଼ ଦିଏ, ତାଙ୍କ ଉପରେ ଅତ୍ୟାଚାର କରେ। ଯେତେ କଷ୍ଟ ହେଲେ ବି ସେ ଚାକର ଚାକରାଣୀ ତା' ଘରୁ ପଳାଇ ଯାଇପାରିବେ ନାହିଁ। ପଳାଇଗଲେ ତାଙ୍କୁ ଧରି ଆଣି ଜୀବନରେ ମାରିପକାଇବା ନିୟମ ଥିଲା। ଜଣେ ଲୋକ ଗୋଟିଏ ଚାକର କିଣି ଆଣିଥିଲା। ତା' ନାମ ଆନ୍ଦ୍ରୋକ୍ଳିସ। ସେ ଖାଉନ୍ଦର ସବୁ କାମ କରେ; ତଥାପି ଖାଉନ୍ଦ ତାକୁ ଭଲକରି ମୁଠାଏ ଖାଇବାକୁ ଦିଏ ନାହିଁ, ଯେତେବେଳେ ଇଚ୍ଛା ସେତେବେଳେ ମାଡ଼ ଲଗାଏ। ଏ ଅତ୍ୟାଚାର କ୍ରମେ ଖୁବ୍ ବଢ଼ିଲା। ଆନ୍ଦ୍ରୋକ୍ଳିସ ଆଉ ସହିପାରିଲା ନାହିଁ। ଦିନେ ରାତିରେ ଲୁଚି ଘରୁ ପଳାଇଗଲା। ସେ ଜାଣେ, ଧରାପଡ଼ିଲେ ନିଶ୍ଚୟ ମରିବ। ତେଣୁ ଯେପରି ଧରା ନ ପଡ଼ିବ, ସେଇଥିଲାଗି ନିବିଡ଼ ବଣ ଭିତରକୁ ଚାଲିଗଲା। ବଣ ଭିତରେ ଭୋକ ଉପାସରେ କେତେ ଦିନ ବୁଲିଲା। ବୁଲୁ ବୁଲୁ ଗୋଟାଏ ପାହାଡ଼ ଗୁମ୍ଫା ଦେଖିଲା, ତାହାରି ଭିତରେ ଲୁଚି ରହିବ ବୋଲି ଭାବି ଭିତରକୁ ପଶିଗଲା। ମାତ୍ର ଭିତରେ ଯାହା ଦେଖିଲା, ସେଥିରେ ତା' ଆଖି ଖୋସି ହୋଇପଡ଼ିଲା। ଗୋଟାଏ ବଡ ସିଂହ ସେଠାରେ ଶୋଇଛି। ସିଂହ ମୁହଁ ଟେକି ମଣିଷକୁ ଚାହିଁଲା; ମାତ୍ର ଉଠି ଆସିଲା ନାହିଁ କି କିଛି ରାଗ ଦେଖାଇଲା ନାହିଁ। ଆନ୍ଦ୍ରୋକ୍ଳିସର ଗୋଡ଼ ପଛକୁ ପଡ଼ିଲା ନାହିଁ କି ଆଗକୁ ଗଲା ନାହିଁ। ସେ ସେଠାରେ କିଛି ସମୟ ଠିଆ ହୋଇ ଦେଖିଲା, ସିଂହ ଆଗ ଗୋଡ଼ଟାଏ ପଦାକୁ ଲମ୍ବାଇ ଶୋଇଛି, ସେଇଟା ଫୁଲି ଯାଇଛି। କଷ୍ଟ ହେଉଛି କି କ'ଣ, ସିଂହ ବେଳେବେଳେ ମୁହଁ ବିକୃତ କରି ପକାଉଛି। ଆନ୍ଦ୍ରୋକ୍ଳିସ ମନରେ ସାହସ ବାନ୍ଧିଲା। ସେ ସେଠାରେ ବସି ପଡ଼ି ସିଂହର ସେ ଗୋଡ଼ଟା ଆସ୍ତେ ଟେକି ଧରିଲା। ଦେଖିଲା, ଗୋଟାଏ ବଡ଼ କଣ୍ଟା ପାଦତଳେ ଫୁଟିଛି; ତା' କୋପରେ ଗୋଡ଼ରେ ଘା ହୋଇଛି, ପୁଜ ଜମିଛି। ଆନ୍ଦ୍ରୋକ୍ଳିସ ଅଣ୍ଟାରୁ ଛୁରୀ ବାହାର କଲା। ସିଂହ ପାଦରୁ ଆସ୍ତେ କଣ୍ଟାଟି କାଢ଼ିଦେଲା। ଦୁଇ ହାତରେ ଥିର୍ କରି ଘା ଚିପି ଦେବାରୁ ପୁଜତକ ବାହାରିଗଲା। ସିଂହକୁ ଆରାମ ଲାଗିଲା; ତା' ମୁହଁରେ ଖୁସିର ଚିହ୍ନ ଦେଖାଗଲା। ପରଦିନ ସିଂହ ଉଠି ଚାଲବୁଲ କଲା। ଆନ୍ଦ୍ରୋକ୍ଳିସ ସେହି ଗୁମ୍ପାରେ ରହେ। ସିଂହ, ହରିଣ, ସମ୍ବର ଶିକାର କରି ଗୁମ୍ପାକୁ ଆଣେ; ଆନ୍ଦ୍ରୋକ୍ଳିସ ପାଖରେ ରଖିଦିଏ। ଆନ୍ଦ୍ରୋକ୍ଳିସ ଗୁମ୍ଫା ଭିତରେ ନିଆଁ ଲଗାଇ ତାକୁ ପୋଡ଼ି ଖାଏ। ଆଉ ପଦାକୁ ବାହାରେ ନାହିଁ। ଏହିପରି କେତେକ ଦିନ କଟିଗଲା। ଥରେ ଶିକାରୀମାନେ ବଣକୁ ଶିକାର କରିବାକୁ ଆସି ସିଂହକୁ ଜନ୍ତାରେ ଧଇଲେ; ତାକୁ ପିଞ୍ଜରା ଭିତରେ ପୂରାଇ ରଖି ପୋଷିଲେ। ସିଂହ ବନ୍ଦୀ ହେବାରୁ ଆନ୍ଦ୍ରୋକ୍ଳିସ ଆଉ କିଛି ଖାଇବାକୁ ପାଇଲା ନାହିଁ। ଶେଷକୁ ବାଧ୍ୟ ହୋଇ ଗୁମ୍ଫା ଛାଡ଼ି ପଦାକୁ ଆସିଲା। ବଣ ଭିତରେ ଏଣେ ତେଣେ ବୁଲି ନିଜର ଖାଦ୍ୟ ସଂଗ୍ରହ କଲା। ପଦାରେ ବୁଲଚାଲ କରିବାରୁ ଆନ୍ଦ୍ରୋକ୍ଳିସ। ଦିନେ ଧରା ପଡ଼ିଲା। ଲୋକେ ତାକୁ ବାନ୍ଧି ରାଜାଙ୍କ ପାଖକୁ ନେଇଗଲେ।